ପଟ୍ଟନାୟକେ ବିଶ୍ୱାସ କରିପାରୁ ନଥିଲେ। ତମସୁକ କାଗଜ ଆଡ଼କୁ ହାତ ହଠାତ ଯାଉ ନଥିଲା। ଅଧା ଅବିଶ୍ୱାସ, ଅଧା ଆଶା ଅଧା ନିରାଶାରେ ସେ ହାତବଢ଼େଇ ଆଣି ଦେଖିଲେ ସତକୁସତ ତମସୁକଟା। ''ହେଲା ଏଥର-ଭାଗିରଥି ପଟ୍ଟନାୟକଙ୍କୁ ଆଉ କଥାରେ ଯେତେ ଇଚ୍ଛା ସେତେ ଦୋଷ ମିଛରେ ସେ ଦିଅନ୍ତୁ ପଛେ, ହେଲେ ଧପ୍ପାବାଜ, ଦଗଲବାଜ୍, ମିଛୁଆ ଲାଞ୍ଚୁଆ ବୋଲି କେବେ କହି ପାରିବ ନାହିଁ କେହି। ଦେଖିଲ ତ ଦରକାରବେଳେ ଜବାବ ଦେଇ ଯାଇଥିଲି ବୋଲି ସେଥର ତମ ଜମିଦାରୀ ନିଲାମରୁ ରହିଗଲା। ଏବେ ତ କହିଲା ତକ୍ଷଣେ-'' ଟିକିଏ କାଶ କାଶି-ଗଳା ସଫାକରି ପୁଣି ଆରମ୍ଭ କଲେ-''ହଁ ବେଶି ନୁହେଁ ଟଙ୍କା ଶହେଟା। ମୁଁ ଭଗବାନ ମିଶ୍ରଙ୍କୁ କହିଲି-ମଦନ ପଟ୍ଟନାୟକ ତୋତେ କ'ଣ ନ ଦେଇଚି। ତୁ ତାକୁ ଏଇ ତିନି ଚାରିଶଟା ଟଙ୍କା ଛାଡ଼ି ଦେଇ ପାରିବୁ ନାହିଁ? ଯେତେ କୁହ ବ୍ରାହ୍ମୁଣଟା ନିହାତି ଖଣ୍ଟ ନୁହେଁ-ହୃଦୟ ଅଛି। କହିଲା, ଟଙ୍କା ଶହେଟା ଦିଅନ୍ତୁ; ଖାଲି ଖାଲି ତମସୁକଟା ଫେରେଇ ଦେଲେ ଲକ୍ଷ୍ମୀ ଚାଲିଯିବେ। ମୁଁ ବି ମାନିଗଲି। '' ମଦନ ପଟ୍ଟନାୟକ ରାଜିହେଲେ। କିନ୍ତୁ ନଗଦ ଶହେଟଙ୍କାବି ସାଙ୍ଗେ ସାଙ୍ଗେ ଗଣି ଦେଉଚନ୍ତି କିମିତି। ଅଡ଼ୁଆଟା ବୁଝିପାରି ଭାଗୁ ମହାନ୍ତି ''ତା' ସେ ତମ ପାଖରେ ରହିଲେ ଯେ ମୋ ପାଖରେ ରହିଲେ ସେ। ଯେବେ ଖୁସିହବ ଦବ। ନ ଦେଲେ ଏମିତି କିଛି ଚଳେଇ ପଡ଼ିନାହିଁ। '' ''ନା-ନା-ସେ ଗୋଟେ କଥା-ମୁଁ କାଲି ପହରି ଦେଇ ଦେବି? '' ମଦନ ପଟ୍ଟନାୟକ ବଡ଼ ଲଜ୍ଜିତ ହୋଇ କହିଲେ। ''ହେଲା-ହେଲା-ସେଇ ହେଲା। ତମେ ଦେବ ବୋଲି କହିଲେ ସେ ଦେଲା ସାଙ୍ଗେ ସମାନ। ମୋର କିଛି ଆପତ୍ତି ନାହିଁ। '' ତା'ପରେ ତେଣିକି ମୁହଁ ବୁଲେଇ-କଚେରି ଆଡ଼କୁ-ଭାଗୁ ମହାନ୍ତି ଡାକିଲେ-''ହଁ, ମର୍ଦ୍ଦରାଜ କୁଆଡ଼େ ଗଲ ହୋ ମର୍ଦ୍ଦରାଜେ! ମର୍ଦ୍ଦରାଜ ନା ଗର୍ଦ୍ଧରାଜ-ଯେତେବେଳେ ଖୋଜିବ ସେତେବେଳେ ନାହିଁ। କି ଜାତିଆ ନାଏବ ରଖିଚହେ ମଦନାଦାଦି! ମୁଁ ହେଇଥିଲେ-ହୋ ମର୍ଦ୍ଦରାଜେ! ନାଏବ ମର୍ଦ୍ଦରାଜ ସେ ଘରୁ ଉଠି ଆସିଲେ। ଆଖିର ପୁଅ ଦୁଇଟା ଚୋରଙ୍କ ଭଳି ଚସମାର ପିଢ଼ା ଉପରୁ ଉଙ୍କିମାରି ଚାହିଁଲା ପରି ଦିଶୁଥିଲା। କାନ ଆଉ କଲମର ସମ୍ପର୍କଟା ଅଚ୍ଛେଦ୍ୟ ପରି ମନେ ହେଉଥାଏ। ଯେମିତି ଶୁଣିଲା କଥାକୁଇ ବେଦର ଗାର କରି ଲେଖିବାପାଇଁ କଲମଟା ଟାକି ବସିଚି। ଦେଖିବା କଥାକୁ କିଏ ପଚାରେ? ସତକୁ ମିଛ କରିବା ଓ ମିଛକୁ ସତ କରିବା ତା'ର ଧର୍ମ। ''ହେଇଟି ତ ମର୍ଦ୍ଦରାଜେ! ଅନେକ ଦିନ ବଞ୍ଚିବ। ହଉ ଆସ ଆସ, ହଁ କ'ଣ କହୁଥିଲି କି ଏଇ ତମସୁକ ଖଣ୍ଡ ବାବୁଙ୍କ କ୍ୟାସ ବାକ୍ସରେ ରଖିଦେଇ ଆସିଲ। ଆଉ ଗୋଟେ କଥା। କ'ଣ କହୁଥିଲି କି, ସେ ଗୋପାଳ ପୁର ଚକ ଖଜଣାଟା ତ ଦିଆ ହେଇନାହିଁ। ମୋଟାମୋଟି ଗୋଟାଏ ହିସାବ କରି ନ ହେଲା ଖଣ୍ଡେ ପାଉତି କାଟି ଦିଅ। ଟଙ୍କା ତ ଅଛି, ମଜୁରା ହେଇଯିବ-ନାଁ କ'ଣ କହୁଛ ମଦନାଦାଦି! '' ମଦନ ପଟ୍ଟନାୟକଙ୍କ ଉଷୁମ ଟିକିଏ ଭାଙ୍ଗିଗଲା। ଭାବିଥିଲେ ମାହାଳିଆ ମାହାଳିଆ ତମସୁକଟା ଫେରସ୍ତ ମିଳିଗଲା ବୋଲି। ଏଇଲେ ଶହେ ଦେଢ଼ଶ ତ ଖଜଣାକୁ ମଜୁରା ଯିବ। ମର୍ଦ୍ଦରାଜେ ହିସାବ ପତ୍ରପାଇଁ ତେଣିକି ଯାଉଥିଲେ-ଭାଗୁ ମହାନ୍ତି ପୁଣି ପଛରୁ ଡାକ ପକାଇଲେ-''ହଇ ହୋ ମର୍ଦ୍ଦରାଜେ, ପାଉତି କାହା ନାଆଁରେ କାଟିବ କହିଲି? '' ମର୍ଦ୍ଦରାଜେ ଟିକିଏ ଆଶ୍ଚର୍ଯ୍ୟ ଆଉ ବିରକ୍ତ କି ମିଶେଇ, ଚୂନ ଖଇର ମିଶିଲା ପରି ଭାଙ୍ଗ ପିଆ ରଙ୍ଗ ଆଖିରେ ନୂଆ ଢଙ୍ଗରେ ଚାହିଁଲେ-''ଭଗବାନ ମିଶ୍ରଙ୍କ ଖଜଣା ତ? '' ''ହଁ, ହଁ, ଭଗବାନ ମିଶ୍ରଙ୍କ ଖଜଣା। ଭଗବାନ ମିଶ୍ରେ କ'ଣ ସବୁଦିନେ ଭଗବାନ ମିଶ୍ରେ ହେଇଥିବେ। ଏଣିକି ଜମିଦାର ହେଲେ। ହାକିମ ହୁକୁମାଙ୍କ ସାଙ୍ଗରେ ବସିଲେ ଉଠିଲେ। ପାଞ୍ଚଦଶ ଜଣରେ ଜଣେ ହେଲେ ନାଆଁ ହେଲା। ମାନଖାତିର ବଢ଼ିଲା-କ'ଣ ନା ଯେଉଁ ଭଗବାନ ମିଶ୍ରକୁ ସେହି ଭଗବାନ ମିଶ୍ର। ଆହୋ ଚୌଧୁରୀ ଭଗବାନ ମିଶ୍ର ବୋଲି କହ। ଯାଅ ଯାଅ ଚୌଧୁରୀ ଭଗବାନ ମିଶ୍ରଙ୍କ ନାଆଁରେ ପାଉତି କାଟି ଦିଅ-ମନେ ରହିଲା? ଚୌଧୁରୀ ଶ୍ରୀ ଭଗବାନଚନ୍ଦ୍ର ମିଶ୍ର-ଚୌଧୁରୀ-ଚୌଧୁରୀ, ହେଲା? ସବଡ଼ିଭିଜନାଲ ମାଜିଷ୍ଟ୍ରେଟ ସାହେବ ସେ ଦିନ ନିଜେ ଚୌଧୁରୀ ଚୌଧୁରୀ ଓଃ ଚୌଧୁରୀଙ୍କ କି ମାନ୍ୟ ଦେଖିବ-ଗୁଣୀ ନ ହେଲେ କି ଗୁଣ ଚିହ୍ନେ-ରାଜ୍ୟଯାକ ଲୋକଙ୍କ ସାଙ୍ଗେ ଚୌଧୁରୀ ବୋଲି ପରିଚୟ ଆଳାପ କରେଇ ଦେଇ ଗଲେନା-।